ମୁଁ ପୂର୍ବରୁ ଶୁଣିଥିଲି ତମର ଚିକିତ୍ସାର ସୁନାମ ଅଛି। ଶହ ଶହ ରୋଗୀ ତମ ଦ୍ୱାରା ରୋଗମୁକ୍ତ ହୋଇଛନ୍ତି। ଆଉ ମୋର ହତଭାଗିନୀ ଭଉଣୀଟି ଯେ ତୁମରି ସେବାରୁ ରୋଗମୁକ୍ତ ହେବ, ସେ ବିଶ୍ୱାସ ମୁଁ କରି ସାରିଥିଲି। କିନ୍ତୁ ଡକ୍ଟର, ସେ ହତଭାଗୀକୁ ବଞ୍ଚାଇବା ପରିବର୍ତ୍ତେ ମାରି ଦେଇ ପାରନ୍ତି ନାହିଁ? ଚିରଦିନ ଶାରୀରିକ ଯନ୍ତ୍ରଣା ଭୋଗି ଭୋଗି ଅହରହ ମାନସିକ ଯନ୍ତ୍ରଣାରେ ପ୍ରପୀଡ଼ିତ। ହେବା ବ୍ୟତୀତ ତମେ ତାକୁ ଏତକ ଦୟା ଦେଖାଇ ପାରନ୍ତ ନାହିଁ? ଲୀଳାର କମ୍ପିତ ହସ୍ତ ତୁଷାରକାନ୍ତିଙ୍କ ହସ୍ତରେ ଦୋଳାୟିତ ହେବାରେ ଲାଗିଥିଲା। ଆଉ ତା ଚକ୍ଷୁରେ ଚିକ୍ ଚିକ୍ କରି ଉଠୁଥିଲା ଅଶ୍ରୁର ବିନ୍ଦୁ। ଡାକ୍ତରର ଧର୍ମ ହେଉଛି ରୋଗୀକୁ ବଞ୍ଚାଇବା ଲୀଳା, ମାରିବା ନୁହେଁ। ମୁଁ ଶେଷସୁଦ୍ଧା ତମ କଥା ଶୁଣିବା ପାଇଁ ଚାହେଁ ତୁଷାରକାନ୍ତିଙ୍କ ଗମ୍ଭୀର କଣ୍ଠ ସେହି କ୍ଷୁଦ୍ର ପ୍ରକୋଷ୍ଠ ଭିତରେ ଗୁଞ୍ଜରଣ ତୋଳୁଥିଲା। ତା ପରେ ଲୀଳାକୁ ଆହୁରି ନିଜ ପାଖକୁ ଟାଣି ଆଣି ସେ କହିଲେ-ତମେ ଏହା ଭିତରକୁ କେମିତି ଆସିଲ? ତୁଷାରକାନ୍ତିଙ୍କ ଚକ୍ଷୁକୁ ନିର୍ନିମେଷ ନୟନରେ ଅନାଇ ରହିଥିଲା ଲୀଳା। ତା ପରେ ନିଜକୁ ସହଜ କରି ଆଣି ସେ କହିଲା-ତା ପରଦିନ ଆଉ ଲୁସିର ସାକ୍ଷାତ ପାଇଲି ନାହିଁ। ହୁଏ ତ ମୋତେ କିଛି ପରିମାଣରେ ସେଦିନ ସାନ୍ତ୍ୱନା ଦେବା ପାଇଁ ଏହିପରି କହି ପାରିଥାଏ ଜାଣି ମୁଁ ନୀରବ ରହିଲି। ଦୁଇ ଦିନ ପରେ ମୁଁ ଯେତେବେଳେ ଶଯ୍ୟା ଛାଡ଼ି ଉଠେ, ସେତେବେଳେ ନୁରୁକୁ ହସ ହସ ମୁହଁରେ ମୋହରି କୋଠରି ଭିତରକୁ ପଶି ଆସୁଥିବାର ଦେଖିଲି। ସେ ଏକାଥରେ ମୋତେ ଆଲିଙ୍ଗନ କରୁ କରୁ କହିଲା-ସେଦିନ ତମର ଦୁଃଖର କାହାଣୀ ଶୁଣିସାରିବା ପରେ ମୁଁ କେତେଦୂର ଯେ ମୋ କଥା ରକ୍ଷା କରିପାରିବି, ସେଥିରେ ସନ୍ଦିହାନ ହୋଇ ପଡ଼ିଥିଲି। ହେଲେ, ଆଜି ମୁଁ ତମ ଦାୟିତ୍ୱରୁ ମୁକ୍ତ। ମାନେ? ମୋ ମୁହଁରୁ ଏହି କଥା ଶୁଣି ସେ ହସିଉଠିଲା। ତା ପରେ ମୋ ହାତ ଧରି ଟାଣି ନେଇ ଖଟ ଉପରେ ବସାଇ ଦେଉ ଦେଉ କହିଲା-ଆମ କମ୍ପାନୀରେ ଏକାଉଣ୍ଟାଣ୍ଟ ଭାବରେ ବାପା ତମକୁ ନିଯୁକ୍ତି ଦେଇଛନ୍ତି, ମାସିକ ଦୁଇ ଶହ ଟଙ୍କା ଦରମାରେ। ତା ପରେ ତମେ ଯଦି ନିଜ କାମରେ ଦକ୍ଷତା ଦେଖାଇପାର, ତା ହେଲେ ମାସକୁ ପାଞ୍ଚ ଶହ ଟଙ୍କା ବେତନରେ ତମକୁ ଆମ କମ୍ପାନୀର ପ୍ରତିନିଧି ଭାବରେ ନିଯୁକ୍ତି ମିଳିବ। ଏତକ କହି ସେ ମୋ ମୁହଁକୁ ଅନାଇଲା। ପ୍ରକୃତରେ ମୁଁ ସେତେବେଳେ ତା କଥାରେ ଏତେ ବିହଳିତ ହୋଇ ପଡ଼ିଥିଲି ଯେ, ହଠାତ୍ କିପରି ଏକ ଆନନ୍ଦର ଉଚ୍ଛ୍ୱାସ ଭିତରେ ନିଜର ସତ୍ତା ହରାଇ ବସିଥିଲି। ସେ ମୋତେ ହଲାଇ ଦେଇ କହିଲା-ଆରେ, ଏମିତି ବସିଗଲ କଣ, ଏତେ ବଡ଼ ଶୁଭ ସମ୍ବାଦଟା ଜଣାଇଲି, ମୋର ପୁରସ୍କାର କାହିଁ? ସତେ ତ, ମୁଁ ଯେମିତି ସଚେତନ ହୋଇଗଲି। ସେମାନେ ଆମ ଘରେ ରହିବାର ଦୀର୍ଘଦିନ ପରେ ଆଜି ଯେତେବେଳେ ସ୍ୱତଃପ୍ରବୃତ୍ତ ଭାବରେ ସେ ଆମ ଘରକୁ ଆସିଛି, ସେତେବେଳେ ଅନ୍ତତଃ ତାକୁ ଚା' ପିଆଲାଟାଏ ଦେବା କଥା। ମୁଁ ଉଠିପଡ଼ି ଭିତରକୁ ଗଲି। ରୀତା ତା କୋଠରି ଭିତରେ ପଢ଼ିବା ଆରମ୍ଭ କରି ଦେଇଥିଲା। କାରଣ ଆଉ ଦୁଇ ଦିନ ପରେ ଆଇ. ଏସ୍-ସି. ପରୀକ୍ଷାରେ ସେ ଯୋଗ ଦେବ। ତାକୁ ବିରକ୍ତ ନ କରି ନିଜେ ମୁଁ ରୋଷାଇ